ଏବେ ତୋଷାମଦକାରୀମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବେ ବୋଲି ନାଗରା ବଜାଇ ଦେଲେଣି। ସିଏ କିଛି କହୁନାହାନ୍ତି ସବୁ ଜାଣିଛନ୍ତି ମାତ୍ର କିଛି ହେଲେ କରୁନାହାନ୍ତି ହୁଏତ ଲାଜରେ କିଛି କହିପାରୁ ନାହାନ୍ତି। ସିଏ ବି ଏଠିକାର ଭାଷାରେ କଥାକହି ଜାଣିନାହାନ୍ତି। ଭାରତୀୟ ରାଜନୀତିରେ ତାମସାଗୁଡ଼ାକ ପାଚି ପାଚି ଏପରି ଏକ ଲୋକହସା ପ୍ରାନ୍ତସୀମାରେ ଆସି ପହଞ୍ଚି ଗଲାଣି ଯେ ଏହି ଦେଶରେ ଶହେ କୋଟି ମଣିଷ ରହିଛନ୍ତି ବୋଲି ତମସା କରୁଥିବା ଏମାନଙ୍କର ସତେ ଅବା ଆଉ ଆଦୌ ମନେନାହିଁ। ଗୋଟିଏ ମୂରୁଖ ଓ ନିରକ୍ଷର ଦେଶରେ ଏମାନେ ଇଂରାଜୀ ମାଧ୍ୟମରେ ପାଠ ପଢି ଆମ କପାଳ ଉପରେ ମାଲିକ ହୋଇ ବସିବେ ବୋଲି ଆସି ଗୋଟିକ ପରେ ଗୋଟିଏ ହୋଇ ଏଠି ପହଞ୍ଚିଛନ୍ତି। ନିଜର ବାପା, ସ୍ୱାମୀ, ଶାଶୁ ଅଥବା ଅଜାଶ୍ୱଶୁରଙ୍କଠାରୁ ଅନୁମତିପତ୍ର ଆଣି ଆମର ନାୟକ ବା ମହାନାୟକ ହେବେ ବୋଲି ଦାବି କରୁଛନ୍ତି। ତୋଷାମଦକାରୀମାନେ ସେମାନଙ୍କୁ ସତେଅବା ଗୋଟିଏ ଆହ୍ଲାଦିତ ଗୁଣ୍ଡାପଲର ଶୋଭାଯାତ୍ରା ଭିତରେ ହାତୀ ଉପରେ ବସାଇ ଆମ ଆଗରେ ଆଣି ହାଜର କରାଇ ଦେଉଛନ୍ତି। ପ୍ରକୃତରେ ସେହି ଭାଗ୍ୟହୀନ ଅତିବଡ଼ମାନେ ଆତ୍ମସମୀକ୍ଷା କରିବା ନିମନ୍ତେ କୌଣସି ବେଳ ହିଁ ପାଉନଥିବେ। ତେଣୁ ସେମାନେ ଯେଡ଼େ ନୁହନ୍ତି, ସେଡ଼େ ବୋଲି ଅଭିନୟ କରିବା ସକାଶେ ସମ୍ଭବତଃ ବାଧ୍ୟ ହେଉଛନ୍ତି। ମାତ୍ର ସର୍ବଶେଷ କଥା ହେଉଛି ଏମିତି ତାମସା କରାଇ କଣ ଏତେବଡ଼ ଗୋଟିଏ ଦେଶର ଭାଗ୍ୟ ସହିତ ଖେଳିହୁଏ? ବିଶେଷତଃ ଭାରତବର୍ଷ ଭଳି ବହୁ ବିକାଶଲାଗି ଅସୁମାରି ସମ୍ଭାବନା ଏବଂ ସମ୍ପତ୍ତି ଭରି ରହିଥିବା ଏକ ବିକାଶଶୀଳ ଦେଶ, ତାକୁ ପ୍ରକୃତରେ ଆଦୌ ଏତେବେଶୀ ଅବହେଳା କରିହୁଏ କି? ଅପରାଧୀମାନଙ୍କର ନିରନ୍ତର ସାବଧାନ ରହିବା ଉଚିତ। ସମସ୍ତେ ପାଟିରେ ବେଙ୍ଗ ପୂରାଇ ଉପରେ ତୋଷାମଦ କରୁଥାନ୍ତି, ପଲ ସହିତ ପୂରା ସାମିଲ ହୋଇ ଯତ୍କିଂଚିତ୍ ଭାବ ଲାଭ ପାଇବେ ବୋଲି ଉଜ୍ଜ୍ୱଳ ଘୁଷୁରିଟିଏ ହୋଇ ନସରପସର ହେବାରେ ଲାଗିଥାନ୍ତି, ଏତିକିବେଳେ ଯଦି ଜଣେ ବା କେତେଜଣ ଭିତରର ବିବେକର କଥାମାନି ପ୍ରତିବାଦର ସ୍ଵରଟିଏ ଉଠାନ୍ତି, ଅମୁକ କଥାଟା ପ୍ରକୃତରେ ସୁନ୍ଦର ହେଉନାହିଁ ବୋଲି ଚଉପାଢ଼ୀକୁ ଯାଇ ଠାକୁରାଣୀଙ୍କ ପାଖରେ କହନ୍ତି, ତେବେ ସେମାନଙ୍କୁ ସିଧାଆଣି କାନ୍ଧରେ ବସାଇବାକୁ ଇଚ୍ଛା ହୁଏ। ସେମାନେ ଏ ଦଳର କି ସେ ଦଳର ସେକଥା ଦେଖିବାକୁ ବେଳ ନଥାଏ। ରାତି ପାହି ଆସିଲାଣି କି ବୋଲି ନିଜ ଭିତରେ ନିଜକୁ ପଚାରିବାକୁ ଖୁସି ଲାଗେ। ସତେ ଯେପରି ଏହିପରି ଏକ ପରିବର୍ତ୍ତନ ନିମନ୍ତେ ଭାରତବର୍ଷରେ ଅସଲ ଶଗଡ଼ମାନେ ଅପେକ୍ଷା କରି ରହିଛନ୍ତି। କାଳ ଅପେକ୍ଷା କରି ବି ରହିଛି। ଚାରିଆଡ଼େ ଅନ୍ଧାର ଘୋଟି ରହିଥିବା ସମୟରେ ତଥାପି ଆଲୋକର ଛିଟିକାଟିଏ ଦୃଷ୍ଟିଗୋଚର ହୋଇଗଲା ପରି ବୋଧ ହେଉଛି। ସେହି ଆଲୋକ ହିଁ ଠିକ୍ ଆଲୋକ ବୋଲି ଭିତରୁ ନିର୍ଭର ମିଳିଯାଉଛି। ଭୀରୁତାହିଁ ପୂର୍ଣ୍ଣ ପରାକ୍ରମରେ ଦିଗଗୁଡ଼ାକୁ ମାଡ଼ି ବସିଥିବା ସମୟରେ ଏହି ପୃଥିବୀରେ ସାହସ କରିପାରିଲା ଭଳି ମଣିଷ ରହିଛନ୍ତି ବୋଲି ପ୍ରତ୍ୟୟ ହେଉଛି। ଭାରତବର୍ଷରେ ସାହସୀ ମଣିଷମାନଙ୍କର ସଂଖ୍ୟା ବଢୁ । ଗଧମାନଙ୍କୁ, ଆତ୍ମକାମୀମାନଙ୍କୁ ମୁଣ୍ଡ ଟେକି କଥା କହି ପାରୁଥିବା ବ୍ୟକ୍ତିମାନଙ୍କର ସଂଖ୍ୟା ବୃଦ୍ଧି ପାଉ। ପରିତ୍ରାଣ ସମ୍ଭବତଃ ସେହି ବାଟରେ ହିଁ ନିହିତ ହୋଇ ରହିଛି। ରାତିଟା ପାହିବ ବୋଲି ହୁଏତ ସେହିମାନଙ୍କୁ ଦେଖିଲେ ଅଧିକ ସମ୍ଭବ ଲାଗିବ। ସାଂପ୍ରତିକ ଭାରତୀୟ ରାଜନୀତିର ଏହି ଅନ୍ଧାର ହାଟଟା ଭିତରେ ହୁଏତ ପ୍ରତ୍ୟେକ ଦଳରେ ଏପରି କିଛି କିଛି ମଣିଷ ଥିବେ ଯେଉଁମାନଙ୍କର ତଥାପି ନିଜର ବୋଲି କିଛି ବିଚାର ରହିଥିବ, ବିବେକ ବୋଲି କିଛି ରହିଥିବ। ସେମାନେ ଏକତ୍ର ହୁଅନ୍ତୁ ଓ ରାଜନୀତିରେ ରହିଥିବା ଯାବତୀୟ ପ୍ରତ୍ୟ ପାର୍ଥକ୍ୟ ସତ୍ତ୍ୱେ ସେମାନେ ପରସ୍ପରକୁ ଖୋଜି ବାହାରନ୍ତୁ ।